ମାହାନ୍ତି କହିଲେ, ନା ମୋର ବନ୍ଧୁ, ଜାଣିଲୁ, ମୁଁ କାହାରି, ଅନିଷ୍ଟ କରେନାଁ। ଅନ୍ଧାରରେ ଯା'କୁ ଭୁଆଁ ବୁଲଉଥା, ତାକୁ ବାଟ ଦେଖେଇ ଦେଇ ଟିକେ ଖୁସି ହବାଟାଇ ମୋର ଲାଭ। କହିଲୁ ତୋ ଘରକୁ ନ ଆଇଲେ ମୋର କଣ ହାଣ୍ଡି ଅଣେଇ ହେଇ ପଡ଼ୁଚି; ଜାଣିଲୁ, ଦୁନିଆରେ କାହାରି ଲାଗି କାହାରି କିଛି ଅଟକି ରହେନାଁ। ଶୁଣୁଚି ପଞ୍ଚୁଆ ତ କୁଆଡ଼େ ମୋର ଏ ନିଆନେଇ କରିବାକୁ ସୁଖ ପାଉନି। ହଉ–। ହଁ, ସେ ଦୋକାନରୁ ଆଉ ସଉଦାପାତି ଦବାକୁ ମତେ ମନା କରି ଦେଇଚି–ତମେ ଯେମିତି ଆଉ କୋଉଠି ଏ କଥା ନ କୁହ ଏକା। ବା' ସଇଲେ ବେଦୀ ମୁହଁ ପୋଡ଼ା କହିବ ନେଇ। ହଉ ଆ'ରେ ନରିଆ। ଏକା ମାଘକେ ଶୀତ ଯାଆନାରେ ନରି, ଯାଆନା। ମହାନ୍ତିଙ୍କର ଆସିବାବେଳର କଥାବାର୍ତ୍ତା ଯିବାବେଳକୁ ଯେ ଅନେକ ବାଗେଇ ଯାଇଚି, ଏକଥା ବିଚାରିବାକୁ ନରୀପୁଷ୍ଟିର ଜମା ଅବସର ନ ଥିଲା। ମନଟାକୁ ତାର ଦାର୍ଜିଲିଂ ଲାଇନ୍ର ଟ୍ରେନ ଭଳି ଦି'ପାଖରୁ ଦି'ଟା ଇଞ୍ଜିନ ଆକ୍ରମଣ କରୁଥାନ୍ତି ସେତେବେଳେ। ଦୁର୍ଭାଗ୍ୟ ଏପରି ଭାବରେ ଆସେ, ପଞ୍ଚୁ ସାହୁର ମୋଟେ ଧାରଣା ନଥିଲା। ସେ ବର୍ଷ ତାର ଏକାଦଶ ବୃହସ୍ପତି ପଡ଼ିଥିଲା। ରାଜ୍ୟ ଲାଭ ହେଲା ବୋଲି ସମସ୍ତେ କହିଲେ। ରାଜ୍ୟ ନୁହେଁ ତ ଆଉ କଣ। କିନ୍ତୁ ରାଜ୍ୟ ଲାଭ ପରେ ଏ କି ବିପର୍ଯ୍ୟୟ? ଭାବି ଭାବି ତଣ୍ଟିରୁ ତାର ଛାପ ଶୁଖିଗଲା ମତେଇ କରି ତାକୁ ମକଦ୍ଦମା କରେଇଲେ। ମକଦ୍ଦମାରେ ସର୍ବସ୍ଵ ନଷ୍ଟ ହେଲା। ଶିକ୍ଷାରେ ପକେଇ ଦୋକାନ ଭଙ୍ଗେଇଲେ–ଯାହା ପାଣ୍ଠିପତ୍ର ଥିଲା ତାକୁ ବି ନଷ୍ଟ କରେଇ ଦେଲେ। ନାରୀ ପୁଷ୍ଟି–ନରୀଆ ପୁଣି ୟା, କରିବ ବୋଲି ସେ ସ୍ୱପ୍ନରେ ଭାବି ନ ଥିଲା। ଫେତଣ୍ଡା ହେଇ ବୁଲୁଥିଲେ। ପାଖରେ ରଖି ତାକୁ କାମନା କରିବାରୁ... ସେ ପୁଣି...। ସବୁ ହେଲା। ସବୁ କଷ୍ଟ ସେ ସହ୍ୟ କରିଥିଲା। ଶେଷରେ ତାର ଭାତହାଣ୍ଡି–ତାର ଧାନବିଲକୁ ପଦା କରିଦେଲେ। ଗୁଣ୍ଠେ ଦିଗୁଣ୍ଠ କି ମାଣେ ଦି'ପା ନୁହେଁ, ତିନି ମାଣ ବିଲ ପଦା କରି ତଳି ଓପାରି ନେଇଗଲେ! ଆଉ ବି ଯାହା ଗୋଟା ଗୋଟା ଆଖିରେ ପକେଇବାକୁ ଥିଲା, ତାକୁ ଗୋରୁ ପୁରେଇ ଖୋଇଦେଲେ! ସବୁ ଉଦଣ୍ଡରା'ଙ୍କ କାଣ୍ଡ। ସେ ତାରିପାରେ ସେଇ ବି ପୁଣି ମାରିପାରେ। ନାଁ... ନା–ମନ ତାର ଅତି ବିଦ୍ରୋହୀ ହୋଇଉଠିଲା। କେହି ରଖି ପାରେ ନାଁ, କେହି ମାରି ପାରେ ନା। ମୁଁ ନିଜେ ନିଜକୁ ମାରି ଦେଇଛି। ମଣିଷ କେହି ମଣିଷକୁ ରକ୍ଷା କରି ପାରେ ନାଁ– ନୂଆହାଟରୁ ନାଳବନ୍ଧରେ ଫେରୁ ଫେରୁ ମନରେ ତାର ଏମିତି କେତେ ଭାବନା ବୁଦ୍ବୁଦ୍ ଭଳି ଉବୁକି ଉଠି ମିଳେଇ ଯାଉଥାଏ। ଶେଷରେ ସେ ଆସି ଠାକୁରାଣୀ ସଳଖ ହେଲାବେଳକୁ ନଜର ପଡ଼ିଲା ତାର ନାରଣ ଚଣ୍ଡୀଙ୍କ ପୀଠ ଉପରେ। ବିଦ୍ରେହୀ ମନ, ବିକ୍ଷୋଭିତ ଦୁର୍ବଳ ହୃଦୟ ତାର ଥରେ ଆପାର୍ଥିବ କରୁଣା ଆଶାରେ ତୃଷିତ ହୋଇଉଠିଲା। ଘରକୁ ନ ଫେରି ଚାଲିଲା ନାରଣ ଚଣ୍ଡୀଙ୍କ ପାଖକୁ। ଗଣ୍ଠିରି ପତ୍ର ତଳେ ଥୋଇ ଲମ୍ବ ହୋଇ ତଳେ ପଡ଼ି ଠାକୁାଣୀଙ୍କର କରୁଣା ଭିକ୍ଷା କଲା। କିଛିକ୍ଷଣ ପରେ ଢୋଲ ଓ ମହୁରୀର କର୍କଶ ଐକ୍ୟତାନରେ ତାର ଧ୍ୟାନ ଭାଙ୍ଗିଗଲା। ସେ ଜଣାଣରୁ ଉଠି ଦେଖିଲା ପାଣମାନେ ନିକଟରେ ଢୋଲ ଆଉ ମହୁରୀ ବଜାଉଛନ୍ତି, ଜ୍ୟୋତିଷ ମଙ୍ଗଳାଷ୍ଟକ ବୋଲୁଚି–ସୁନିଆଁ କରି ଆସିଛନ୍ତି ନିଜେ ଦଖଣ୍ଡରା। ଦଖଣ୍ଡରା'ଙ୍କ ଗୋଟା ଅଟ୍ଟହାସରେ ପ୍ରାଣ ତାର ଅତି ସଙ୍କୁଚିତ ହୋଇଗଲା। ଆଖି ଦିଟାକୁ ଥରେ ସେ ଭଲକରି ପୋଛି ସମ୍ମୁଖରେ ପାଷାଣୀ ନାରାୟଣୀ ଚଣ୍ଡୀଙ୍କୁ ବଲବଲ କରି ଅନେଇଲା। ତାର ଧାରଣା ହେଲା, ଏ ଦେବୀ ନୁହେଁ ଦାନବୀ, ମାନବକୁ ନିତ୍ୟ ନିୟତ ଧର୍ମ ନାମରେ ପାପର ଗୌରବମୟ ଗହ୍ୱରକୁ ଝିଙ୍କି ନେଇ ଯାଉଚି। ଏହି ସିନ୍ଦୁରିତ ମସ୍ତକଗୁଡ଼ିକର ସିନ୍ଦୂର, ସିନ୍ଦୂର ନୁହେଁ–ରକ୍ତ; ନିଃସ୍ଵ, ନିପୀଡ଼ିତ, ନିଃସହାୟ, ଲଞ୍ଛିତର ରକ୍ତ ପଞ୍ଚୁଆର ପ୍ରାଣ, ଓ ମନରେ ପ୍ରବଳ ପରିବର୍ତ୍ତନ ଆସିଲା, ଦେହଟା ତାର ରେଳର ଇଞ୍ଜିନ୍ ଭଳି ଉତ୍ତପ୍ତ ହୋଇ ଉଠିଲା। ଜନ୍ମଗତ ବିଶ୍ୱାସ ବିରୁଦ୍ଧରେ ବିପ୍ଳବ କରି ଅସଂଖ୍ୟ ମାନବର ପୂଜ୍ୟ ଦେବୀ ବିଗ୍ରହକୁ ନିଜର ସମସ୍ତ ଶକ୍ତି ପ୍ରୟୋଗଦ୍ଵାରା ବିପର୍ଯ୍ୟସ୍ତ କରି ସେ ସେଠାରୁ ଅନ୍ତର୍ହିତ ହୋଇଗଲା। ସମସ୍ତେ ଅବାକ୍ ହୋଇ ଅନେଇ ରହିଲେ, ଭାବିଲେ ପଞ୍ଚୁଆ ପାଗଳ ହୋଇଯାଇଚି।